ବିଦାୟ ଦେବା ସମୟରେ ଆଶାଲତା ବ୍ୟଥିତ ହୃଦୟରେ କହିଥିଲା ''ଆପଣ ନିଷ୍ପାପ ଓ ସରଳ ମଣିଷ। ଆପଣଙ୍କର ପ୍ରାୟଶ୍ଚିତ ନିଷ୍ପ୍ରୟୋଜନ। '' ଦୁନିଆ କହେ ଆଶାଲତା ବେଶ୍ୟା। ସେ ଦେହ ବିକ୍ରୟ କରେ। ସେ ଦୟା ଓ ଧର୍ମର ଅର୍ଥ ବୁଝେନାହିଁ। ସେ କେବଳ ଅର୍ଥର ଆକ୍ଷରିକ ଅର୍ଥ ବୁଝେ ଏବଂ ଅର୍ଥ ଉପାର୍ଜନ କରିବାକୁ ଯେତିକି ଦୁଷ୍ଟ ବୁଦ୍ଧିର ପ୍ରୟୋଜନ ସେତିକି ବୁଦ୍ଧି ଖଟାଇ ସେ ଅର୍ଥାଗମର ପନ୍ଥା ସବୁବେଳେ ପରିଷ୍କାର କରି ରଖିଥାଏ। ଆଶାଲତାର ସେଦିନର ବ୍ୟବହାରରେ ରମାକାନ୍ତର ମନ ଏକାବେଳକେ ବଦଳି ଯାଇଥିଲା। ସେ ଭାବୁଥିଲେ ଯେଉଁ ସ୍ତ୍ରୀ ବେଶ୍ୟାବୃତ୍ତି କରେ ସେ ମଧ୍ୟ ସ୍ତ୍ରୀ ଏବଂ ଯେଉଁ ସ୍ତ୍ରୀ କୁଳବଧୂ ସାଜି ଘରସଂସାର କରେ ସେ ମଧ୍ୟ ସ୍ତ୍ରୀ। ତେବେ ତଫାତ୍ ଏତିକି ଯେ ଜଣକୁ ଆମେ ଜାଣିପାରୁ ବୋଲି ବେଶ୍ୟା କହି ଘୃଣାକରୁ ଏବଂ ଅନ୍ୟଜଣକୁ ଜାଣିନପାରୁ ବୋଲି ସାବିତ୍ରୀ କହି ସତୀର ସମ୍ମାନ ଦେଉ। ତେଣୁ ନାରୀର ଏହି ଉତ୍ଥାନ ଓ ପତନ ପାଇଁ ଆମର ସମାଜ କେତେ ଦାୟୀ ନୁହେଁ ଆମର ଏହି ପୁରୁଷ ଜାତିର ଅନ୍ଧ ଆଖି ଦୁଇଟା ସେତେ ଦାୟୀ। ଅବସ୍ଥାଚକ୍ରରେ ପଡ଼ି କୁଳବତୀ ନାରୀ ବେଶ୍ୟାବୃତ୍ତି କରେ ଏବଂ ବେଶ୍ୟା ମଧ୍ୟ ସୁଯୋଗ ପାଇଲେ ପତିବ୍ରତା ନାରୀର ସମ୍ମାନ ଗ୍ରହଣ କରେ। କେଉଁ ସ୍ତ୍ରୀ ସତୀର ସମ୍ମାନ ପାଇବାକୁ ଇଚ୍ଛାନକରେ? ଅସତୀର ଯେପରି ଆତ୍ମା ଅଛି ସତୀର ମଧ୍ୟ ସେହିପରି ଆତ୍ମା ଅଛି। ଆତ୍ମା ପୁରୁଷର ଆର୍ତ୍ତନାଦ ଅସତୀ କାନରେ ଯେପରି ବାଜେ ସତୀ କାନରେ ମଧ୍ୟ ଠିକ୍ ସେହିପରି ବାଜେ-। ସୁନ୍ଦରୀ ଯେପରି ସର୍ବାଙ୍ଗ ସୁନ୍ଦର ପୁରୁଷର ପ୍ରେମ ପାଇବାକୁ ପାଗଳୀ ହୁଏ ଅସୁନ୍ଦରୀର କାମନା ମଧ୍ୟ ତାହାଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ। ସତୀ ଓ ଅସତୀ ଉଭୟଙ୍କର ଦେହର କ୍ଷୁଦା ଅଛି। ଯେକୌଣସି ପୁରୁଷ ସ୍ତ୍ରୀ ଅଙ୍ଗର କ୍ଷୁଧା ନିବାରଣ ପାଇଁ କ୍ଷମ। ତେବେ ସ୍ତ୍ରୀ କ'ଣ ମନର କ୍ଷୁଧା ନିବାରଣ ପାଇଁ ତା' ମନ ମୁତାବକ ମଣିଷ ଚାହେଁ? ସେଥିପାଇଁ କ'ଣ କୁଳବତୀ ନାରୀ ଜାଣିଶୁଣି ସୁଦ୍ଧା ଅପଥକୁ ପାଦ ବଢ଼ାଏ? ଏମିତି କେତେ କ'ଣ ଭାବି ଯାଉଥିଲେ ରମାକାନ୍ତ। ସାରା ରାତି ଅନିଦ୍ରା ରହି ସେ କେବଳ ଭାବୁଥିଲେ ପାପ ନକଲେ ମଣିଷ ପ୍ରାୟଶ୍ଚିତ କରେନାହିଁ। କାହିଁକି ଏ ପ୍ରକାର ଅପ୍ରୟୋଜନୀୟ କଥା ତାଙ୍କୁ କହିଲା ଆଶାଲତା? ତାଙ୍କ ସଙ୍ଗେ ଆଶାଲତାର ସମ୍ବନ୍ଧ କ'ଣ? ସେ ତା'ର ବ୍ୟବସାୟ କରେ କେବଳ ପଇସା ପାଇଁ। କାହାରି ମନ ନେବା ତାହାର ଧର୍ମ ନୁହେଁ। ନିଜର ବାକ୍ଚାତୁରୀଦ୍ୱାରା ଅନ୍ୟ ଲୋକକୁ ଜାଲରେ ପକାଇ ଶୋଷଣ କରିବା ହେଉଛି ତାହାର ଅଭ୍ୟାସ। ସେ ନିଶ୍ଚୟ କାଲି ଯାଇ ତା'ର ପାଉଣା ତୁଟାଇଦେଇ ଆସିବେ। ଶୟତାନର ଆଶୀର୍ବାଦ ଅପେକ୍ଷା ଦେବତାର ଅଭିଶାପ ଯେତିକି ଭଲ ଗୋଟିଏ ଘୃଣ୍ୟା ସ୍ତ୍ରୀର ସ୍ନେହ ଅପେକ୍ଷା ଗୋଟିଏ ପୁଣ୍ୟବତୀ ରମଣୀର ଅବହେଳା ଠିକ୍ ସେତିକି ଭଲ। ତହିଁ ପରଦିନ ଠିକ୍ ସମୟ ଜାଣି ପୁଣି ରମାକାନ୍ତ ଆଶାଲତାର ଦ୍ୱାରସ୍ଥ ହେଲେ ପ୍ରେମ ପାଇଁ ନୁହେଁ। କେବଳ ତାହାର ସେଦିନର ପାଉଣା ଦେବାକୁ ସେ ଆସିଥିଲେ। ଦେଣା, ପାଉଣା ତୁଟାଇଦେଇ ନିଜର ଗନ୍ତବ୍ୟ ପଥରେ ଫେରିଯିବେ ଏହାଥିଲା ତାଙ୍କର ଅଭିପ୍ରାୟ। ସେଦିନ କୌଣସି ଅତିଥି ଅଭ୍ୟାଗତଙ୍କର ସମାଗମ ନ ଥିଲା। କିମ୍ବା ବେହେଲାର କରୁଣ ମୂର୍ଚ୍ଛନା ରାସ୍ତା ଉପରୁ ଗ୍ରାହକକୁ ଡାକି ଆଣିବାକୁ ବ୍ୟସ୍ତ ହେଉନଥିଲା। ସବୁ ଶୂନ୍ଶାନ। ଶ୍ମଶାନର ମହାଶୂନ୍ୟତା ଯେପରି ସେହି ଘରଟିକୁ ଗ୍ରାସ କରିଥିଲା ଏହା ସେହିଦିନ ହୃଦୟଙ୍ଗମ କରିଥିଲେ ରମାକାନ୍ତ। ଶୁଷ୍କ ମୁଖରେ ସାଦର ସମ୍ଭାଷଣ ଜଣାଇ ରମାକାନ୍ତଙ୍କୁ ବସିବାକୁ ଅନୁରୋଧ କଲା ଆଶାଲତା। ରମାକାନ୍ତ ବସିବାକୁ ଯାଉଛନ୍ତି, ହଠାତ୍ ଆଶାଲତା ପଚାରିଲା, ''ପାପ ନ କରି ପ୍ରାୟଶ୍ଚିତ୍ତ କରିବାକୁ କାହିଁକି ଆସିଛନ୍ତି ଦୟାକରି କହିପାରିବେ କି? '' ରମାକାନ୍ତ କୌଣସି ଜବାବ୍ ଦେଲେନାହିଁ। ପୁଣି ଆଶାଲତା କହିଲା, ''ଦେଖନ୍ତୁ, ଆପଣ ନିଷ୍ପାପ ମଣିଷ। ପାପର ପିଚ୍ଛିଳ ପଥରେ ଛିଡ଼ାହୋଇ ମୋ ପରି କୌଣସି ଅସତୀ ସ୍ତ୍ରୀ ଧର୍ମ ବଖାଣିବାକୁ ଜାଣେନାହିଁ। ମୁଁ କୁଳବତୀ ନାରୀ ନୁହେଁ। ମଥାରେ ସିନ୍ଦୂର ପିନ୍ଧି ନିଜକୁ ସାବିତ୍ରୀ ସଜାଇବାକୁ ମୁଁ ଜାଣେନାହିଁ। ମୁଁ ପୁରୁଷର ମନ ଚିହ୍ନେ। ଯେଉଁ ପୁରୁଷ ଯାହା ଚାହେଁ ତାକୁ ମୁଁ ତାହା ଦେଇ ସନ୍ତୁଷ୍ଟ କରେ ବୋଲି ମୁଁ ହୋଇଛି ଦୁନିଆ ଆଖିରେ ବେଶ୍ୟା। ସମସ୍ତେ ମୋର ଦେହଟାକୁ ଖୋଜନ୍ତି। ମୁଁ ହସି ହସି ସମସ୍ତଙ୍କୁ ମୋର ଏହି ଦେହଟା ସମର୍ପଣ କରିଦିଏ।